ସେ ବରଂ ତୁମ ଲାଗି ସବୁ ଅପବାଦ, ନିନ୍ଦା ସୃଷ୍ଟି କରି ଯାଇଛି। '' ବିସ୍ମୟ ବିସ୍ଫାରିତ ଆଖିରେ ଚାହିଁରହେ ସାଗରୀକା। ସେ ଅତୀତର ସବୁ କିଛି ଭୁଲିଯାଇ ବିଶ୍ୱାସ କରେ ବିନୋଦର କଥାରେ। ଠିକ୍ ସେମିତି ଆଉ ଦିନେ ତାକୁ ରତିକାନ୍ତ କହିଲା-''ତୁମେ ନୀହାର ନିକଟକୁ ଯେତେ ଚିଠି ସବୁ ଲେଖ; ସେ ସବୁ ଅନ୍ୟମାନଙ୍କୁ ପଢ଼ିବାକୁ ଦିଏ-। ତୁମେ ଖୁବ୍ ସହଜରେ ଧରା ଦିଅ ବୋଲି ତୁମ ପଛରେ ତୁମ ନାଁରେ ପ୍ରଚାର କରେ। '' ସାଗରୀକା ରାଗରେ ଦାନ୍ତ କାମୁଡ଼ିଲା। ଏଡ଼େ ନୀଚ୍ଚ, ଏଡ଼େ ବିଶ୍ୱାସଘାତକ ନୀହାର। ତଥାପି ସେ ରତିକାନ୍ତଙ୍କୁ ପଚାରି ଦେଲା-''ଆଚ୍ଛା-ମୁଁ କ'ଣ ସବୁ ଲେଖିଥିଲି କହିଲ। '' ଏଇ ପ୍ରଶ୍ନରେ ସେ ହଡ଼ବଡ଼େଇ ଗଲା-। ତଥାପି ମୁହଁଟାଣ କରି କହିଲା-''ଏଇତ ସବୁ ଏଣୁତେଣୁ କରି ଗୁଡ଼ାଏ ଲେଖିଥିଲ। ମୋର ସବୁ କ'ଣ ମନେଅଛି। କ'ଣ ସେଗୁଡ଼ାକ କହିବି। '' ଏମିତି ଯେ ତା' ପାଖକୁ ଆସିଲା; ସମସ୍ତେ ନୀହାର ବିରୁଦ୍ଧରେ ତା' ଆଗରେ ଗରଳ ଉଦ୍ଗାର କଲେ। ସମସ୍ତେ ଭାବୁଥିଲେ ନୀହାର ହିଁ ସେମାନଙ୍କର ଶତ୍ରୁ। ସେଇହିଁ ସେମାନଙ୍କର ପଥରେ ଏକମାତ୍ର ପ୍ରତିବନ୍ଧକ। ତାକୁ କୌଣସି ମତେ ସାଗରୀକାର ମନ ମଧ୍ୟରୁ ହଟାଇ ଦେଇ ପାରିଲେ; ଆଉ କୌଣସି ଅସୁବିଧା ନାହିଁ-। ଏହିପରି ନାନା ମନଗଢ଼ା କାହାଣୀ ଗଢ଼ାହୋଇ ସାଗରୀକା ଆଗରେ କୁହା ଚାଳିଲା। ନୀହାର ଥିଲାବେଳେ ଯେଉଁମାନେ ତା'ର ଛାଇ ସ୍ପର୍ଶ କରିବାକୁ ଭୟ କରୁଥିଲେ, ସେମାନେ ତା'ର ଅନୁପସ୍ଥିତି ଓ ସାଗରୀକାର ସରଳତା ଓ ଐକାନ୍ତିକତାର ସୁଯୋଗ ନେଇ ସେମାନଙ୍କର ବିଭିନ୍ନ ଅସ୍ତ୍ର ପ୍ରୟୋଗ କଲେ ତା'ର ମନ ଉପରେ। ସେ ଅସ୍ତ୍ର ପ୍ରୟୋଗ ମଧ୍ୟ ବ୍ୟର୍ଥ ହେଲାନି। ସାଗରୀକା ମନରେ ତାହା ଠିକ୍ କାମ ଦେଲା। ସେ ଅକାରଣରେ ନୀହାର ପ୍ରତି ପରାନ୍ମୁଖ ହୋଇ ଉଠିଲା-। ଏତେ ନୀଚ୍ଚ, ଏଡ଼େ ବିଶ୍ୱାସଘାତକ ନୀହାର; ଏଇ ଧାରଣାର ବଶବର୍ତ୍ତୀ ହୋଇ ସେ ତା'ର ଅତୀତକୁ ଏକ ବିରାଟ ଭୁଲ୍ ବୋଲି ଧରିନେଲା। ଗୋଟାଏ ପରେ ଗୋଟିଏ କରି କେତେ ଚିଠି ଦେଲା ନୀହାର; କିନ୍ତୁ ନିଷ୍ଠୁରା ସାଗରୀକା କୌଣସି ଗୋଟିକର ହେଲେ ଉତ୍ତର ଦେଲାନାହିଁ-। ତା'ର ଅନ୍ତର କିପରି ଏକ ଅବ୍ୟକ୍ତ ଘୃଣାରେ ପୂରିଉଠିଲା। ସେ ଭାବିଲା ତା'ର ସବୁ ଦୁଃଖ, ଦୁର୍ଦ୍ଦଶା ପାଇଁ ନୀହାର ହିଁ କେବଳ ଦାୟୀ। ତା'ର ପ୍ରେମ, ସ୍ନେହ, ମମତା ସବୁ ହଠାତ୍ ସାଗରୀକା ଆଖିରେ ନୀଚ୍ଚ ହୋଇଗଲା। ତାକୁ ଭୁଲିବା ପାଇଁ ସେ ବନ୍ଧୁ ଖୋଜିଥିଲା। ନିଜ ମୁହଁରେ ହସ ଫେରାଇ ଆଣିବା ପାଇଁ ସେ ତା' ଜୀବନର ଗତି ବଦଳାଇ ଦେଇଥିଲା। କିନ୍ତୁ ଏଇ ପରିବର୍ତ୍ତିତ ଜୀବନ ଭିତରେ ନୀହାରର ଆଉ ସ୍ଥାନ ରହିଲା ନାହିଁ-। ଅଗଣିତ ବନ୍ଧୁମାନଙ୍କଠାରୁ ନୀହାର ବିରୁଦ୍ଧରେ ଶୁଣି ଶୁଣି ତା'ର ମନ ଏପରି ଶେଷକୁ ହୋଇଗଲା ଯେ ସେ ନୀହାର କଥା ଭାବିବାକୁ ବି ଘୃଣା କଲା। ତା'ପରେ ବା ତାକୁ ଭାବିବାକୁ ସମୟ ମିଳିଲା କୁଆଡ଼ୁ? ତା' ହୋଇଥିଲେ ସେ ବୋଧହୁଏ ନୀହାରକୁ ଅସ୍ୱୀକାର କରିବାକୁ ସାହସ କରିନଥାନ୍ତା-। ବୁଝିପାରିଥାନ୍ତା ସବୁ ଈର୍ଷା ଓ ଅସୂୟାର ଉଦ୍ଭାବନ। ନୀହାର ଏତେ ଛୋଟ ନୁହେଁ; ସେ ବିରାଟ, ମହାନ୍, ସାଧାରଣ ମନୁଷ୍ୟଠାରୁ ବହୁତ ଉଚ୍ଚରେ। ଅନେକଥର ସେ ନୀହାରଠାରୁ ଶୁଣିଛି-''ତୁମେ ନିଶ୍ଚିନ୍ତ ରହ ସାଗରୀକା-ତୁମ ପ୍ରେମର କୌଣସି ଅସମ୍ମାନ ହେବନାହିଁ। ତାହା ତୁମେ ଉପଯୁକ୍ତ ପାତ୍ରରେ ଦେଇଛି। '' ସେ ସବୁ କଥା